ସ୍ୱାଧୀନତା ଦିବସରେ ସେ ନାଗାମାନଙ୍କର ସ୍ୱାଧୀନତାପ୍ରିୟତାର ପ୍ରଶଂସା କରିଥିଲେ ଅକୁଣ୍ଠିତ ଚିତ୍ତରେ। ପରେ ଘଟଣାକ୍ରମରେ ସ୍ୱାଧୀନତା ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ଶେଷରେ ନାଜା ଉପଜାତି ବିରୁଦ୍ଧରେ ସାମରିକ ଅଭିଯାନ ଚଳାଇବାକୁ ପଡ଼ିଲା। ଏଭଳି କାହିଁକି ହେଲା, ବୁଝିବାକୁ ହେଲେ ନାଗାମାନଙ୍କର ଇତିହାସ ସମ୍ପର୍କରେ ଅନୁଧ୍ୟାନ ଆବଶ୍ୟକ। ଭାରତବର୍ଷର ଅନ୍ୟ ବହୁ ଜାତିର ଉତ୍ପତ୍ତି ସମ୍ପର୍କରେ ଯେଭଳି ନିଶ୍ଚିତ ଭାବରେ କିଛି କହିବା ସମ୍ଭବ ନୁହେଁ, ନାଗାମାନଙ୍କର ଅତୀତ ଇତିହାସ ମଧ୍ୟ ସେଭଳି ସମ୍ପୂର୍ଣ୍ଣ ଅନୁମାନର ବିଷୟ। ଶଙ୍ଖ, କଉଡ଼ି ଏବଂ ସାମୁଦ୍ରିକ ଆଭରଣ ପ୍ରତି ସେମାନଙ୍କ ଅନୁରାଗକୁ ଲକ୍ଷ୍ୟକରି କେହି କହିଥାଆନ୍ତି ଯେ ନାଗାମାନେ ପ୍ରଥମେ ବା କରୁଥିଲେ ସମୁଦ୍ର ତୀରଦେଶରେ। ସେମାନଙ୍କ ମତରେ ଳବୋର୍ଣ୍ଣିତ, ମାଳୟ ଆଦିମ ଆଦିବାସୀମାନଙ୍କ ସହିତ ନାଗାମାନଙ୍କର ସାଦୃଶ୍ୟ ସମ୍ପୂର୍ଣ୍ଣ ଆକସ୍ମିକ ନୁହେଁ। ନାଗା ଭାଷାର ପର୍ଯ୍ୟାଲୋଚନା କରି ସୁପଣ୍ଡିତ ଭାଷାବିତ୍ ସାର ଜି. ଜି. ଜିୟାର୍ସନ ମନ୍ତବ୍ୟ ଦେଇଛନ୍ତି ଯେ ଉତ୍ତର-ପୂର୍ବ ଚୀନ୍ର ଇୟାଂଗ୍, ସିକିୟାଂଗ ଓ ହୋୟାଂଗ ହୋ ଦୋୟାବଠାରୁ ତିବ୍ବତୀ ଓ ବର୍ମାମାନଙ୍କ ଦ୍ୱିତୀୟ ଅଭିଯାନ ସମୟରୁ ହିଁ ନାଗାମାନଙ୍କ ଆଗମନ। ଅଙ୍ଗାସି, କୋରିମା, ଲୋମା ଓ ବେଙ୍ଗମା ନାଗାମାନଙ୍କ ଭାଷା ମଧ୍ୟରେ ଯଥେଷ୍ଟ ସାମଞ୍ଜସ୍ୟ ରହିଚି। ସେମି ନାଗାମନଙ୍କ ଭାଷା ନାଗାବୁନି ଉପଶାଖାରେ ଅନ୍ତର୍ଭୁକ୍ତ। ଆଦି ଜନ୍ମ ସମ୍ୱନ୍ଧରେ ନାଗା ଉପଜାତିମାନଙ୍କ ମଧ୍ୟ ବହୁ କିମ୍ୱଦନ୍ତୀ ପ୍ରଚଳିତ। ଆଙ୍ଗାମି ନାଗାମାନଙ୍କ ମତରେ ସେମାନଙ୍କ ବାସଭୂମି ଥିଲା ଦକ୍ଷିଣର କୌଣସି ବିସ୍ତୃତ ଅଞ୍ଚଳରେ। ପ୍ରଥମ ପୂର୍ବ ଯମଜଙ୍କର ଜନ୍ମ ହୋଇଥିଲା ଧରିତ୍ରୀ ଗର୍ଭରୁ। କାଗ ନାଗାଲୋକଙ୍କ କଥାରୁ ଜଣାଯାଏ, ସେମାନଙ୍କର ଆଗମନ ପଥ ଜାପେସ ପର୍ବତ ଶ୍ରେଣୀ। ଲୋକଟା ନାଗାମନଙ୍କ ଜନ-ପ୍ରବାଦରୁ ଜଣାଯାଏ, ପ୍ରଥମେ ଆଙ୍ଗାମି ଦେଶରେ ହିଁ ତାଙ୍କର ବାସଭୂମି ଥିଲା। ସେମାନଙ୍କର ଗୋତ୍ରନ ''ଆଉ'' ଉପଶାଖା ଲୋଟାମାନଙ୍କ ସଂସ୍ରବ ଛାଡ଼ି ଉତ୍ତର ଦିଗକୁ ଚାଲିଆସିଲେ। ଆଙ୍ଗାମି ଆକ୍ରମଣ ବିରୁଦ୍ଧରେ ମଧ୍ୟ ଆତ୍ମରକ୍ଷା କରିବାକୁ ପଡ଼ିଥିଲା ଲୋଟାମାନଙ୍କୁ। ପାନୋଭା ନାମକ ଜଣେ ଶକ୍ତିମାନ ବ୍ୟକ୍ତିର ନେତୃତ୍ୱରେ ଲୋଟାମନଙ୍କ ଯୁଦ୍ଧବିଗ୍ରହ ଚାଲିଲା। ସେମା ଶାଖାର ଲୋକେ କହନ୍ତି, ସେମାନଙ୍କ ଆଦିଭୂମି କେଜୋକମା ନିକଟରେ ସୁଇଏମି ଗାଁ। ସୁଇଏମି ଗାଁର ବିଶେଷତ୍ୱ ଏପର୍ଯ୍ୟନ୍ତ ରହିଚି। ଚାରି ଦିଗରେ ଆଙ୍ଗାମି ନାଗାମାନଙ୍କ ମଧ୍ୟରେ ଲାମା ଭାଷାରେ କଥାବାର୍ତ୍ତା ହୋଇଥାଏ। ଅବଶ୍ୟ ପ୍ରତିଯୋଗୀ ଆଙ୍ଗାମିମାନଙ୍କ ସାଙ୍ଗରେ ଆଙ୍ଗାମି ଭାଷାରେ କଥାବାର୍ତ୍ତା ଓ ଆଲାପ ଆଲୋଚନା ଚଳେ। ଲୋଜେମି ଲୋପଭାମା ଓ ମାଓର ଲୋମୀମାନଙ୍କ ମଧ୍ୟରେ ଯେଉଁ ସବୁ କାହାଣୀ ପ୍ରଚଳିତ ସେଥିରୁ ଜଣାଯାଏ, ଅତୀତରେ କେବେ ମାଳଭୂମି ଭିତରୁ ସେମାନେ ନାଗା ପାହାଡ଼ରୁ ଚାଲି ଆସିଥିଲେ। ଆଙ୍ଗାମି ଶାଖା ନାଗା ଉପଜାତିଙ୍କ ଭିତରେ ସଂଖ୍ୟାଧିକ। ସେମାନଙ୍କ ମଧ୍ୟରେ ବହୁ ରକମର ବିଚିତ୍ର କାହାଣୀ ସୁଦୂର ଅତୀତ। ସମ୍ୱନ୍ଧରେ ପ୍ରଚଳିତ। କେଜାମି ଗାଁରେ ବହୁଦିନ ପୂର୍ବେ ଜଣେ ବୃଦ୍ଧ ବାସ କରୁଥିଲେ। ତାଙ୍କର ତିନି ପୁଅ। ପ୍ରତିଦିନ ଘର ଆଗରେ ପରିବାରର ସମସ୍ତେ ଏକ ପଥର ଉପରେ ଧାନି ଶୁଖେଇ ଦିଅନ୍ତି। ସନ୍ଧ୍ୟା ବେଳକୁ ଦେଖାଯାଏ, ଧାନର ଓଜନ ଦୁଇଗୁଣ ହୋଇଯାଇଚି। ପଥରର ଅଧିଷ୍ଠାତା ମଙ୍ଗଳମୟଙ୍କ ଏକ ଶକ୍ତିର କରୁଣାରେ ଏଭଳି ବୃଦ୍ଧର ଧରନ ବଢିଉଠେ। ଦିନେ ଆରମ୍ଭ ହେଲା ତିନି ଭାଇଙ୍କ ମଧ୍ୟରେ ବିବାଦ। ଏପରି ମାରାତ୍ମକ ଧାରଣ କଲା ଯେ ବାପକୁ ପଥର ଦେହରେ ଅଗ୍ନ ସଞ୍ଜୋଗ କରିବାକୁ ପଡ଼ିଲା। ଭାଇମାନଙ୍କ ମଧ୍ୟ ମନୋମାଳିନ୍ୟ ଘଟିଥିଲା ପଥର ଦେହରେ ଧାନ ଶୁଖେଇବା ନେଇ। ଅଗ୍ନି ତେଜରେ ପଥର ଫାଟିଗଲା। ଅଧିଷ୍ଠାତା